ଏଣେ ଶୋଭାଯାତ୍ରା ଦଳର ଲୋକେ ତାଙ୍କରି ପାଖ ହେଇଗଲେ। –ମଟର ଗାଡ଼ି ରାସ୍ତାରେ ମଲା କୁକୁରକୁ କଟେଇ ଚାଲିଗଲା ପରି–ଚାଲି ଯାଉଥାନ୍ତି। ସମ୍ଭାଳି ନ ପାରି ଭଜକୃଷ୍ଣ କହିଲା–ଧକ୍କା ବାଜିଯିବ ଯେ... ଅନ୍ୟମାନେ ପଚାରିଲେ–କିଏ? କେଉଁଠି? ରମାକାନ୍ତ କହିଲା–ହଁ, ଚାଲ, ଆଗେଇ ଚାଲ। ଶୋଭାଯାତ୍ରାରେ ସେମିତି ଧକ୍କା ବାଜେ। ଅଳ୍ପଦୂର ଯାଇ ଭଜକୃଷ୍ଣ ଓ ରମାକାନ୍ତ ଧୀରେ ଧୀରେ ପଛାଇ ଗଲେ। ଶେଷଭାଗରେ ପହଞ୍ଚିଗଲେ ସେମାନେ ବାହାରି ଯାଇ ପହଞ୍ଚିବେ ମଟର ପାଖରେ। ଏହି ଯୋଜନା କାର୍ଯ୍ୟକାରୀ କରି ସାରିଲା ବେଳକୁ ତାଙ୍କର ଆର ପାଖରେ ମଟରଟି ଲାଇଟ ଲଗାଇ ହର୍ଣ୍ଣ ଦେଇ ଦେଇ ଚାଲିଗଲା। ଦୁଃଖରେ ରମାକାନ୍ତ କହିଲା–ଦେଖା ହେଲା ଯେ ଦେଖିବାଟା ମଧ୍ୟ ବିଗିଡ଼ିଗଲା... ଆମେ ଶୋଭାଯାତ୍ରାରେ ଆସି ନ ଥିଲେ ଦେଖି ନ ଥାନ୍ତେ–ଆସିଥିଲେ ବୋଲି କଥା ହେଇ ପାରିଲେ ନାହିଁ–ଆସନ୍ତା କାଲିର ପ୍ରୋଗ୍ରାମଟା ଅଧା ହେଇ ରହିଗଲା। –ସତରେ ତା'ହେଲେ କାଲି ଯିବାକୁ ହେବ? –ଆଉ କ'ଣ? ବୋଝେ ଲେଖାଏଁ ନିଜ ଭିତରେ ରଖି କଣ ସେହିଥିରେ ମନକୁ ଆଉଟିବା? –ତମେ ଯେମିତି କଥାକୁ ଅଧା ରଖି ଦେଇ ସନ୍ତୁଳି ହେଉଛ। –ଆଉ କ'ଣ କରିଥାନ୍ତି? –ରମାକାନ୍ତ? –ସହଜରେ ହେଉ ଉଛୁରରେ ହେଉ ସେଠିକି ଯାଇ ମାନମୟୀ ସାଙ୍ଗରେ ହିସାବ ଛିଣ୍ଡାଇ ଦେଇଥାନ୍ତ। ଆମର ସବୁ ଦୁଃଖ ଏହି ହିସାବନିକାଶର ବିଳମ୍ବ ପାଇଁ ଆରମ୍ଭ ହୁଏ। ତମେ ଯାଅ କି ନ ଯାଅ ମୁଁ କାଲି ଯିବି।... ସେମାନେ ତୁମକୁ ସାଙ୍ଗରେ ନେଇ ଉପର ଓଳି ପାଞ୍ଚଟା ବେଳକୁ ଆସିବାକୁ କହିଥିଲେ। –ମୁଁ ବି ଯିବି। –ତେବେ ଆଗରୁ ଗଲେ ଟିକିଏ ଭଲ କରି ବୁଝିବ ମାନିନୀ କାହିଁକି ମୋ' ଉପରେ ବିରକ୍ତ? –ମୁଁ ଜାଣିବାରେ। ଏଇ ଜିନ୍ଦଗୀ ପାଇଁ କାଫି ହୋଇଗଲା।... ତମେ ଏବେ ନୂଆ ନୂଆ ହେଉଛ। ଅପୂର୍ବ ଲାଗୁଛି। –ସକାଳଟାରୁ ଚିଡ଼ ନାହିଁ ଭଜକୃଷ୍ଣ। ଜୀବନଟା ଶେଷ ମୁହୂର୍ତ୍ତଯାଏ ଅଶେଷ ପ୍ରକାରର ଦୃଶ୍ୟ ଦେଖାଏ। ଲୋକେ ଅଜଗର ସାପ, ଜାତୀୟ ପଶୁ ବାଘ, ପଶୁରାଜ ସିଂହଠାରୁ ଆରମ୍ଭ କରି ଓଧ, କୋଳି ଶିଆାଳିଙ୍କୁ ପୋଷନ୍ତି। କିଏ ପୋଷାମାନେ। ଆଉ କିଏ ପୋଷାମାନେ ନାହିଁ। କିଏ ପୋଷିବା ଲୋକକୁ ଉଦରସ୍ଥ କରି ଦେଇଛି। ଆଉ ପୁଣି କିଏ ତାହାରି ସାହାଯ୍ୟରେ ନିଜର ଓ ନିଜର ପରିବାରର ପାଞ୍ଚ ଦଶ ଜଣଙ୍କର ପେଟକୁ ପୋଷିଛି। ଭାଗ୍ୟ। –ଆଜି ଚଢ଼େଇମାନେ କହି ଗଲେଣି। ଦେଖାଯାଉ। ଚଢ଼େଇ ଗୁଡ଼ିକ ଉଡ଼ିଗଲେଣି। ସତେ କି ତାଙ୍କୁ କିଏ ପଠାଇ ଥିଲା ଏହି ଶ୍ରାନ୍ତ ବାଟୋଇ ଦୁଇଟିଙ୍କୁ ପୁଣି ଦିନକର ଯାତ୍ରାପଥରେ ଆଗେଇ ଦବାପାଇଁ। ବେଗାବେଗି କାମ ସାରିବା ପାଇଁ ଦିହେଁ ବାହାରି ଗଲେ— ଆଜି ଗୋଟାଏ ଦିନ। ସୁଯୋଗର ଦିନ। ପରୀକ୍ଷାର ଦିନ। ଜୀବନର ଗୋଟାଏ ଅଧ୍ୟାୟର ଆରମ୍ଭ? –କି ଶେଷ? କିଏ କହିବ? ଆଜି ଭାଗ୍ୟ ପରୀକ୍ଷା ଲଟେରୀର ଫଳ ବାହାରିବ। ପରୀକ୍ଷା ଫଳର ଆଶଙ୍କା ଦୂରେଇ ଗଲା। କିନ୍ତୁ ସାଙ୍ଗସାଥି ମହଲରେ ସେହି ଗୋଟିଏ ଆଲୋଚନାର ବିଷୟ। ଏମାନଙ୍କୁ ଭଲ ଲାଗୁ ନ ଥିଲା। ଚାଲିଗଲେ। –ଓଃ ରେ ବହି–ପୋକ। ପରୀକ୍ଷାର ପ୍ରଶ୍ନପତ୍ର କଥା ଭାବିବ କାହିଁକି? ବହିକୁ ସିନା ଖାଇବ। ଖାଇଲ ନାହିଁ ସେହି ପ୍ରଶ୍ନପତ୍ର ଗୁଡ଼ିକୁ? –ଏଁ, ରମାକାନ୍ତ–ଖାଇବୁ ମନେ କରି। ଯାହା ତାଡ଼ି ପକାଇବୁ ତ। ଏଠି ରହିବାକୁ ମନ ଡାକୁ ନାହିଁ ତମର। ଭଜକୃଷ୍ଣ କହିଲା–ନାଇରେ ଭାଇ କାମ ଅଛି। –ଆଃ, ତମର ପରବାୟ କ'ଣ? ଭଲକରି ଘୋଷି ପାରୁଛ। ମାଷ୍ଟର ହେବ। ପଢ଼ୁ ପଢ଼ୁ ମାଷ୍ଟରି ମିଳିଗଲା। ପଢ଼ି ସାରିଲେ ମୁକରିର ହୋଇଯିବ।... ହେଇ ବଳଦ, ଶୁଣିଯାଅ–ଗାଁ ସ୍କୁଲ ଛାଡ଼ି ସରକାରୀ ସ୍କୁଲ ଖୋଜିଲେ କେତେ କିଳାପୋତେଇ ପଡ଼େ ଜାଣୁ? ବହିରେ ଶଳେ ଏକଥା ଲେଖୁ ନାହାଁନ୍ତି ରାଷ୍ଟ୍ରର ଗୋପନ ତଥ୍ୟ ବାହାରେ ପ୍ରକାଶ ପାଇଯାଇ ମୁଦ୍ରାସ୍ଫୀତି ଆଣିବ ବୋଲି। –କେମିତି? ଗୋଟାଏ ବାଳୁଙ୍ଗା ପଚାରିଲା। –ସବୁ ସାଧାରଣ ଜ୍ଞାନକୁ ଧରିବାରେ ଏହି ଛୋକରାର ଭାରି ମନ। ଆବେ ଶୁଣ–ସେଥିରେ କିଳାପୋତେଇ ଦେବାକୁ ପ୍ରତିଯୋଗିତା ହେବ। ଉତ୍ପାଦନ ହେବ ଗୋଟାଏ ସରକାରୀ ସ୍କୁଲର ଶିକ୍ଷକ–ଏଣେ ଉତ୍ପାଦନ ଖର୍ଚ୍ଚରେ ପଚିଶଜଣ ଘରେ ରାବିଡ଼ି ଖାଇବେ ଓ ପୁଅ ମାଇପଙ୍କୁ ସନ୍ଦେସ, ବରଫ ଖୁଆଇବେ।